ମୁଣ୍ଡରେ ପରଚୁଳା ଲଗାଇଲି। ଟୋପି ପିନ୍ଧିଲି ଏବଂ ପ୍ରାତଃ ଭୋଜନ ଶେଷ କରି ରାଜାଙ୍କ ସହିତ ସାକ୍ଷାତ କରିବାପାଇଁ ବନ୍ଧୁକଟିକୁ କାନ୍ଧରେ ପକାଇ ପ୍ରସ୍ତୁତ ହୋଇ ରହିଲି। ଏମିତି ସମୟରେ ଦୁଇଜଣ ଲ୍ଲୁମ ଆସି ମୋତେ ଜଣାଇଲେ ଯେ, ମହାରାଜ ମୋ ସହିତ ସାକ୍ଷାତ କରିବାପାଇଁ ଇଚ୍ଛା ପ୍ରକାଶ କରନ୍ତି। ମୁଁ ସମ୍ମତ ହେବାରୁ ମୋତେ ସେମାନେ ସଙ୍ଗରେ ନେଇ ଚାଲିଲେ। ଦୁଇଜଣ ଦୁଇ ପାର୍ଶ୍ୱରେ ମୋର ଦେହରକ୍ଷୀ ରୂପେ ରହି ରାଜାଙ୍କ ନିକଟକୁ ଚାଲିଲେ। ମୁଁ ଦେଖିଲି ରଜା ଏକୁଟିଆ ବସିଛନ୍ତି ଏବଂ ତାଙ୍କ ପାର୍ଶ୍ୱରେ ଜଣେ ଅତି ବୃଦ୍ଧବ୍ୟକ୍ତି ରହିଛନ୍ତି। ମୁଁ ସେଠାରେ ଉପସ୍ଥିତ ହେଲା ମାତ୍ରକେ ରଜା ଓ ବୃଦ୍ଧବ୍ୟକ୍ତି ଦୁଇଜଣଯାକ ଛିଡ଼ା ହୋଇ ମୋର ଅଭ୍ୟର୍ଥନା ଜଣାଇଲେ ଏବଂ ରଜା କହିଲେ, 'ପ୍ରିୟ ବୁଲୁ! ଏହି ବୃଦ୍ଧବ୍ୟକ୍ତି ହେଉଛନ୍ତି ମୋ ଦେଶର ପରମପୂଜ୍ୟ ଜଣେ ଭବିଷ୍ୟଦର୍ଶୀ ମହାପୁରୁଷ। ମୋ ଦେଶରେ ଏ ବ୍ୟକ୍ତି ରାଗମ୍ ନାମରେ ପରିଚିତ। ସେ ତୁମକୁ ଟିକିଏ ପରୀକ୍ଷା କରିବାକୁ ଚାହାନ୍ତି। ' ଏହା କହି ରାଜା ନୀରବ ହେଲେ। ସେତେବେଳେ ରାଗମ୍ ମୋତେ ପଚାରିଲେ, ତୁମ ମୁଣ୍ଡରେ ଏହି ଚୂଳ କ'ଣ ପ୍ରାକୃତିକ? ମୁଁ କହିଲି, ନା ଏହା ପରଚୁଳା। ଏହି ପରଚୁଳାର ନିମ୍ନଭାଗରେ ସ୍ୱାଭାବିକ ଚୂଳଗୁଚ୍ଛ ରହିଛି। ମୁଁ ପରଚୁଳା ଖୋଲି ଚୂଳ ଦେଖାଇଲି, ସେ ଆଶ୍ୱସ୍ତ ହେଲେ। ତାହାପରେ ସେ ମୋର ଦାଢ଼ି ଦେଖି ପଚାରିଲେ, ଏହା କ'ଣ ତୁମର ସ୍ୱାଭାବିକ ନା ଅସ୍ୱାଭାବିକ? ନା, ସ୍ୱାଭାବିକ। ଲ୍ଲୁମମାନଙ୍କର ଯେଉଁ ନିଶ ଦାଢ଼ି ଉଠେନା ସେ କଥା ପୂର୍ବରୁ କହିଛି। ସେତେବେଳେ ରାଗମ୍ ଆନନ୍ଦରେ ଚିତ୍କାର କରି କହିଲେ, ''ଏଇ ସେ,-ଏଇ ସେ। ହଁ, ହଁ, ତୁମେ ସେହି ମହାନ୍ କଲୋୟାର। ମୁଁ ପଚାରିଲି, 'କଲୋୟାର କିଏ? ' ସେ ଉତ୍ତର ଦେଲେ, ''ଯିଏ ଏହି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି କରିଅଛନ୍ତି, ତୁମେ ତାଙ୍କର ପ୍ରତିରୂପ-। ମୁଁ କୌଣସି ପ୍ରତିବାଦ କଲି ନାହିଁ। ସେତେବେଳେ ରାଜା କହିଲେ, ''ବୁଲୁ! ନାସିଗ୍ଠାରୁ ତୁମେ ନିଶ୍ଚୟ ମୋ ଦେଶର ପୂର୍ବ ଇତିହାସ ଶୁଣିଛ। ମୋର ଦୃଢ଼ ବିଶ୍ୱାସ, ଦେଶର ଦୁର୍ଦ୍ଦିନରେ ତୁମେ ଦେଶକୁ ଉଦ୍ଧାର କରିପାରିବ। ରାଗମ୍ ଯାହା କହିଲେ, ତାଙ୍କର ପ୍ରତ୍ୟେକ ଉକ୍ତି ସତ୍ୟ। '' ରାଗମ୍ ରାଜାଙ୍କୁ କହିଲେ, ମହାରାଜ! କଲୋୟାର ସହିତ ପରାମର୍ଶ କରି ଦେଶ ଉଦ୍ଧାରପାଇଁ ମନୋଯୋଗୀ ହୁଅ। ମୁଁ ଜାଣେ ଏବଂ ଚକ୍ଷୁରେ ଦେଖିଛି ଯେ ମୋ ଦେଶର ସମୁଦାୟ ବିବାଦ ଏବେ ଦୂର ହେବ। ମୁଁ ବିନୀତ ଭାବରେ ଜଣାଇଲି, ''ମୁଁ ଆପଣମାନଙ୍କ ଦେଶପାଇଁ ଯଦି କିଛି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବି ତାହାହେଲେ ନିଶ୍ଚୟ କରିବି। ମାତ୍ର ପ୍ରଥମ କଥା ଏଇ ଯେ, ମୁଁ ଯେଉଁ ଭାବରେ ଆପଣମାନଙ୍କର ସୈନ୍ୟ ଇତ୍ୟାଦିର ପରିଚାଳନାର ବ୍ୟବସ୍ଥା କରିବି, ସେସବୁ ବିଷୟରେ ଆପଣମାନେ କୌରସି ପ୍ରତିବାଦ କରିପାରିବେ ନାହିଁ। ରାଜା କହିଲେ-ମୁଁ ତୁମକୁ ସର୍ବବିଧ ଉପାୟରେ ସାହାଯ୍ୟ କରିବି ଏବଂ କୌଣସି ବିଷୟରେ ପ୍ରତିବାଦ କରିବି ନାହିଁ। ମୁଁ ରାଜାଙ୍କର ଏତାଦୃଶ ସରଳ ବିଶ୍ୱାସରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲି ଏବଂ ସେହିଦିନଠାରୁ ଭାବିବାକୁ ଲାଗିଲି କିମିତି ଭାବରେ ମୁଁ କାର୍ଯ୍ୟ କରିବି ଅର୍ଥାତ୍ ଯୁଦ୍ଧ ପରିଚାଳନା କରିବି। ଏବେ ମୁଁ ମୋର ସଂକଳ୍ପ ଅନୁଯାୟୀ କାର୍ଯ୍ୟ କରିବାକୁ ପ୍ରବୃତ୍ତ ହେଲି। ମୁଁ ଭାବିଲି, ଜୀବନରେ ଯେଉଁ ସୁଯୋଗ ଲାଭ କରିଛି, ତାହା କେବେ ଉପେକ୍ଷା କରିବା ଉଚିତ ନୁହେଁ। କିନ୍ତୁ କଥା